ଅତି କମ୍ ବୟସରୁ ଜୀବନ ପ୍ରତି ଉଦାସୀନ ହୋଇଯାଇଛନ୍ତି। କୌଣସି କାରଣରୁ ବିଚ୍ୟୁତି ଘଟିଛି। ନହେଲେ ଏତେ ସୁନ୍ଦର ବୟସର ଉପଭୋଗକୁ ଏତେ ସହଜରେ ଛାଡ଼ି ଦେବାକୁ କିଏ ମନ ବଳାଏ? ଏ ବୟସରେ ମରଣ-ଚିନ୍ତା ତ ମୋଟେ ହେଲେ ମନେ ପଡ଼େନାହିଁ। ସେ କଥା କହିଲେ ମହାପାତ୍ର ବାବୁ ଉତ୍ତର ଦିଅନ୍ତି, 'ମିଶ୍ରବାବୁଙ୍କ କଥା କାହିଁକି ଶୁଣିଛନ୍ତି ଆଜ୍ଞା! ଥରେ ଥରେ ପାଗଳାମୀ ବାହାରିଲେ ଏଣୁ ତେଣୁ ଗୁଡ଼ିଏ ବକି ହୁଅନ୍ତି। ପୁଣି ଆରକ୍ଷଣକୁ ଯେଉଁ କଥାକୁ ସେହି କଥା। ସୁନ୍ଦର କଥାଭାଷା, ଅତି ସୁନ୍ଦର ବ୍ୟବହାର। ' ଅଶୋକ ପାତ୍ର ସେ ପାଗଳାମୀର ଅର୍ଥ ଖୋଜି ପାଏ ନାହିଁ। ନିର୍ବୋଧପରି ମିଶ୍ରବାକୁ ଓ ମହାପାତ୍ର ବାବୁଙ୍କୁ ଏକ ସମୟରେ ଅନାଏ। ପୁଣି ନୀରବ ହୋଇଯାଏ। ଚିଲିକାର ଚିତ୍ତ-ଚଞ୍ଚଳକାରୀ ଦୃଶ୍ୟ ଛାଡ଼ି ଚାଲି ଆସିବା ପରେ ସହକର୍ମୀ ମହାପାତ୍ର ବାବୁଙ୍କୁ ଯେଉଁ ଝିଅଟିର ଲାଜ, ସଙ୍କୋଚ ମିଶା ଭସାଣିଆ ଆଖି ଦୁଇଟି ଆକର୍ଷଣର ବ୍ୟୁହ ଭିତରେ ବନ୍ଦୀ କଲା, ତାର ପରିଚୟ ତାଙ୍କ ଭିତରୁ କାହାକୁ ହେଲେ ଜଣା ନାହିଁ। ତା ନାଁ 'ଚମ୍ପା' ହୋଇଥିବ। ଅଙ୍ଗଲତାରେ ଚମ୍ପା ପାଖୁଡ ର କାନ୍ତି ଅଛି। ସୋରିଆ ଆଖି ଦୁଇଟିରେ ଚମ୍ପାଫୁଲର ସୁରଭି। ଗେହ୍ଲାଳିଆ ହସ ଭିତରୁ ସରାଗର ପରାଗ ଝରେ। ତାକୁ ଯଦି ଚମ୍ପା ନାଁ ଦିଆ ହୋଇନାହିଁ, ବୁଝିବାକୁ ହେବ। ତା' ଉପରେ ରୀତିମତ ଅନ୍ୟାୟ କରା ହୋଇଛି। ମିଶ୍ରବାକୁ ପ୍ରକାଶ କଲେ। ସେ ଝିଅଟି ପ୍ରତି ଏତେବଡ଼ ଅନ୍ୟାୟ ମୁଁ ସହି ପାରିବିନି। କୌଣସି ଆଧୁନିକା ତରୁଣୀକୁ ଚମ୍ପା ବୋଲି ଡାକିଲେ ସେ ନିଶ୍ଚୟ ନାପସନ୍ଦ କରିବ। ରକେଟ୍ ଯୁଗରେ କେତେ ନାଁ କେତେ ରୂପ ଧରି ବିକାଶଲାଭ କରିଛି। ପୁରୁଣାକାଳିଆ ନାଁ 'ଚମ୍ପା' ଭିତରେ କେହି ଆବଦ୍ଧ ହେବାକୁ ଚାହେଁନା। ତା' ନାଁ 'ଚମ୍ପା' ଅପେକ୍ଷା ଆହୁରି ସୁନ୍ଦର ଓ ସରସ ହୋଇଥିବ। ତେବେ? ମିଶ୍ରବାବୁ ମହାପାତ୍ରଙ୍କ ପ୍ରତିବାଦକୁ ଏକ ପ୍ରକାର ସମର୍ଥନ କରି ଯାଇଥିଲେ-। 'ତୋ' ନାଁ ଚପଳା। ' ଚମତ୍କାର ନାଁଟିଏ। ସେଇ ତ ପ୍ରଥମେ ଏ ମନଟାକୁ ଚପଳ କରିଦେଲା। ତା' ରୂପ ବିଭବରେ ସୌନ୍ଦର୍ଯ୍ୟପୂରା ଚିଲିକାର ସୁସ୍ପଷ୍ଟ ସ୍ୱାକ୍ଷର ମିଶିଛି। କୃଷ୍ଣ କୁନ୍ତଳ ଭିତରେ ପାରିକୁଦର ଆଷାଢ଼ ଆକାଶକୁ ହୁଏତ ବନ୍ଦୀ କରି ରଖିଥିବ। ତାର ଲୀଳା ଚଞ୍ଚଳ ଡୋଳାରେ ଚିଲିକା-ଛାତିର-ନୀଳ-ଢେଉ କଥା କହେ। ଯୁବକର ମନ ଚିହ୍ନି ବାରମ୍ବାର ହସେ। ମିଶ୍ରବାବୁ ଭାବୁଥିଲେ। ସେ ଦୁହେଁ ଅଶୋକ ପାତ୍ରକୁ ହଷ୍ଟେଲ ବସାରେ ଛାଡ଼ିଦେଇ ବୁଲିବାକୁ ଚାଲିଗଲେ। ବସାର ପ୍ରଥମ ଝରକା ଖୋଲିଦେଲେ ପ୍ରଥମେ ଆଖିରେ ପଡ଼େ କୃଷ୍ଣପ୍ରସାଦର ବିପର୍ଯ୍ୟସ୍ତ ସ୍କୁଲ ଗୃହଟି। କେବେ ଦିନେ ସିନା ମାଇନର ସ୍କୁଲ ଥିଲା, ଏଇନେ କମି କମି ୟୁ. ପି. ସ୍କୁଲ ହୋଇଛି। ଏହି ଅଧୋପତନ ନେଇ କାହାରି ମୁଣ୍ଡବ୍ୟଥା ହୁଏନାହିଁ। ସ୍ଥାନୀୟ ଶିକ୍ଷକ ପଣ୍ଡାବାବୁ କହନ୍ତି, ଏହାହିଁ ତାଙ୍କରି ପ୍ରିୟ-ନିବାସ ପାରିକୁଦର ଇତିବୃତ୍ତି। ଦେଶର କେଉଁଠି କେଉଁଠି ହାଇସ୍କୁଲ ହେଉଛି। କିନ୍ତୁ କୃଷ୍ଣପ୍ରସାଦର 'ମାଇନର-ସ୍କୁଲ-ପାହାଚରୁ ଖସି-ଆସି ୟୁ. ପି. ରେ ପହୁଞ୍ଚିଥିବା' ଇସ୍କୁଲଟିର ଅବସ୍ଥା ଟଳମଳ। କେମିତି କଣ ହେବ ଯେ? ଯେଉଁଠି ପ୍ରଜାମାନେ ଦିନର ଚବିଶି ଘଣ୍ଟା ଖଟି ଦି' ଓଳି ଦି' ମୁଠା ପେଟପୁରା ଭାତ ଖାଇ ପାରନ୍ତି ନାହିଁ; ସେଇଠି ଶିକ୍ଷାର ମୂଳଦୁଆ ଦେଖୁଛି କିଏ? ପାରିକୁଦର ଜନଗଣନା ହିସାବ କହିବ, ସେଇଠି ଅର୍ଦ୍ଧାଧିକ ମଣିଷ ଅଶିକ୍ଷିତ; ଅର୍ଦ୍ଧଭୂକ୍ତ। ଚାଷ କହିଲେ ଧାନ ବ୍ୟତୀତ ଆଉ କିଛି ହୁଏ ନାହିଁ। ରବି ଫସଲ ନାଁ ଗନ୍ଧ ନାହିଁ। ନଡ଼ିଆ କି ଆମ୍ବ ଗଛଟିଏ ଦେଖିବାକୁ ସ୍ୱପ୍ନ। ଚିଲିକା ମଝିରେ ଥାଇ ବି ଲୋକେ ମାଛ ଶୁଖିଆର ମୁହଁ ଦେଖି ପାରିଲେ ନାହିଁ। ଧାନ ଫସଲରୁ ସବୁ ଖର୍ଚ୍ଚ। ଧାନହିଁ ପାରିକୁଦର ଅର୍ଥନୀତିକୁ ସଜାଡ଼େ। ସେଠି ମାଇନରସ୍କୁଲ ଭାଙ୍ଗି ଯିବାଟା ବଡ଼ କଥା ନୁହେଁ। ଜୀବନ ରହିଛି, ସେଇ ଯଥେଷ୍ଟ। ସ୍କୁଲ ପରେ ପରେ କନକ-ଦୁର୍ଗା ମନ୍ଦିର ଓ ଜମିଦାର ଉଆସ। ଆଜିକାଲି ସିନା ଜମିଦାରୀ ଉଠି ଗଲାଣି, ଇଂରାଜୀ ଶାସନ ବେଳେ ଜମିଦାର ରାଜାର କ୍ଷମତା ପାଇଥିଲେ। ଉଆସର ଚୂନ କାନ୍ଥଗୁଡ଼ାକ ଯଦି କଥା କହି ପାରୁଥାନ୍ତେ, ସେମାନେ ଅତୀତର ସେହି ଜାକଜକମ ଓ ଆଡ଼ମ୍ବର କଥା କହନ୍ତେ। ଉଆସର ଫାଟକ ପାଖରେ ଛିଡ଼ା ହେଲେ, ଏଇନେ ବି ତା' ଦେହରୁ ବିଳାସ ଓ ପ୍ରାଚୁର୍ଯ୍ୟର ଗନ୍ଧ ବାହାରେ। ଆଗନ୍ତୁକ ଆଖିରେ ବିସ୍ମୟ ଜମାଟ ବାନ୍ଧେ।